କ'ଣ ବା ଆଉ ସେ କହିବ। ତା'କୁ ବଡ଼ ଲାଜ ଲାଗିଲା। ସତ କଥାକୁ ସେ ମିଛରେ ପରିଣତ କରିବାକୁ ଚାହିଁଲା ନାହିଁ। ଅପରାଧୀଟି ଭଳି ଛିଡ଼ା ହେଲା। ଆପଣ ନ ଦେଖାଇଲେ ମୁଁ ନିଜେ ଯାଇ ଦେଖିଆସିବି। ସାହାବ ଆଉ ଶୀତାଂଶୁ କହୁଥିଲେ, ଝିଅଟି ଦେଖିବାକୁ ଭାରି ସୁନ୍ଦରୀ। ବି. ଏ. ପାସ୍ କରିଛି। ଆମ୍ଭମାନଙ୍କର କେବେଠୁଁ ଭୋଜିଭାତଟା ବାକି ଅଛି। ଆମେ ପେଟ ଖାଲିକରି ବସିଛୁ। ଦେଖାଯାଉ କେବେ ମିଳିବ? ଗୁରୁପଦ ଛିଡ଼ା ହୋଇ ହସୁଥାଏ, ମିଷ୍ଟର ମହାପାତ୍ର ଆଉ ମିସେସ୍ ମହାପାତ୍ର ତା' ଜୀବନଯାତ୍ରା ପଥରେ କେତେ ଯେ ସହାୟକ ହୋଇଛନ୍ତି, ସେ କ'ଣ କେବେ ଭୁଲିପାରିବ! ତା' ଜୀବନର ଗତି ପଥର ଷ୍ଟିଅରିଂକୁ ଧରି ସେହି ମହନୀୟ ମହନୀୟା ଦମ୍ପତିଦ୍ୱୟ ବହୁ ଖାଲି ଢିପ ପଥର ପାହାଡ଼ ଚଢ଼ାଇ ତା'କୁ ଦୂରକୁ ନେଇ ଆସିଛନ୍ତି। ସତରେ ସେ ମହାନୀୟ ଦମ୍ପତ୍ତି ଦ୍ୱୟ କେତେ ଚିର ସ୍ମରଣୀୟ ତାହା କଳ୍ପନାତୀତ। କଥାଟାକୁ ବୁଲାଇଦେଇ ଗୁରୁପଦ କହିଲା, ଆପଣଙ୍କ ଯିବା କଥା ମୁଁ ବାପାଙ୍କ ପାଖକୁ ଖବର ଦେଇଛି। ମିସେସ୍ ମହାପାତ୍ର କିନ୍ତୁ କହିଲେ, ଖବର ଦେଇଥିବ ନିଶ୍ଚୟ! ଏହା ନିଃସନ୍ଦେହ। ଆମେ ନିଶ୍ଚୟ ଯିବୁ। ତୁମ ଘର ଗାଁ ଦେଖିଆସିବୁ। ଏବେ କୁଆଡ଼େ ତୁମେ ନୂଆଘର କରିଛ, ସାହାବ କହୁଥିଲେ। ଆଚ୍ଛା ଛାଡ଼ ସେ। କଥା, ତୁମ ଗାଁକୁ ଗଲେ ସେ ସବୁ ସହଜରେ ଦେଖିହେବ। ବର୍ତ୍ତମାନ କଥା ହେଉଛି, ମୁଁ କଲ୍ୟାଣୀକୁ କିପରି ଦେଖିବି। ମୋର ତା'କୁ ଦେଖିବାକୁ ଭାରି ଇଚ୍ଛା ହେଉଛି। ସମସ୍ତେ ଦେଖି ସାରିଲେଣି, ମୁଁ କେବଳ ବାକି ଅଛି। ଭିତରେ ଭିତରେ ଆପଣ ଏତେ କାମ କରି ସାରିଲେଣି, ମୋତେ ମାଲୁମ୍ ନାହିଁ। କ'ଣ ତା'କୁ ଆପଣ ଆମ ଘରକୁ ଆଣିବେ ନା ନାହିଁ। ଯଦି ନ ଆଣନ୍ତି ଆମେ ଆପଣଙ୍କ ଗାଁକୁ ଯିବୁ ନାହିଁ। ଆସିବ, ନିଶ୍ଚୟ ଆସିବ। ଆପଣ ଯେଉଁଦିନ କହିବେ ସେଦିନ ଡାକି ଆଣିବି, ଗୁରୁପଦ କହିଲା। ଆସନ୍ତା କାଲିକୁ ଡାକି ଆଣନ୍ତୁ, ମିସେସ୍ ମହାପାତ୍ର କହିଲେ। ଠିକ୍ ଅଛି ଡାକି ଆଣିବି। ଏଥର କୁହନ୍ତୁ ଆପଣମାନେ କେବେ ଆମ ଗାଁକୁ ଯିବେ? କଲ୍ୟାଣୀକୁ ଦେଖି ସାରିବା ପରେ ସ୍ଥିର କରିବି, ମିସେସ୍ ମହାପାତ୍ର କହିଲେ। କଲ୍ୟାଣୀକୁ ନ ଦେଖିବା ପୂର୍ବରୁ ଆମ ଗାଁକୁ ଥରେ ଯାଇ ବୁଲି ଆସନ୍ତୁ। ମୁଁ ରମାପଦ ହାତରେ ଖବର ପଠାଇ ଦେଇଛି, ଆସନ୍ତା କାଲିକୁ ବାପା ବୋଉ ଆପଣଙ୍କୁ ଗାଁରେ ଅପେକ୍ଷା କରିଥିବେ। କାଲି ଅଫିସ୍ ଛୁଟି ଅଛି, କୌଣସି ଅସୁବିଧା ହେବ ନାହିଁ। ଠିକ୍ ଅଛି କାଲି ସାଙ୍ଗହୋଇ ଯିବା ମୁଁ ସାହାବଙ୍କୁ ଆଜି କହିଦେବି। ସେ ମଧ୍ୟ ଯିବାକୁ ବହୁଥର କହିଲେଣି। ତେବେ ମୁଁ କ'ଣ କହୁଛି କି, କଲ୍ୟାଣୀକୁ ଦେଖି ସାରିଥିଲେ ଆପଣଙ୍କ ବାପାଙ୍କ ସହିତ କଥାଟା ପକ୍କା କରି ଆସିଥାନ୍ତି। ପଛକୁ ଅସୁବିଧା କିଛି ନଥାନ୍ତା ମିସେସ୍ ମହାପାତ୍ର ହସି ହସି କହିଲେ। ଭାବୁଛି କୌଣସି ଅସୁବିଧା ହେବ ନାହିଁ, ରମାପଦ ଘରେ ସବୁକଥା କହିଦେଇଛି, କଲ୍ୟାଣୀ ବାପା ମଧ୍ୟ ଗାଁକୁ ଯାଇ ସବୁକଥା କହି ଦେଇଛନ୍ତି ଗୁରୁପଦ କହିଲା। ସତେ, କଥା ତାହାହେଲେ ବହୁତ ଆଗେଇ ଯାଇଛି, ହଉ ଠିକ୍ ଅଛି କାଲି ଗାଁକୁ ଗଲେ ସବୁ ଜଣାପଡ଼ିବ। ହଉ ଆପଣ ଯାଆନ୍ତୁ କାଲି ସକାଳୁ ଗାଁକୁ ବାହାରି ପଡ଼ନ୍ତୁ, ମିସେସ୍ ମହାପାତ୍ର କହିଲେ। ଆଜ୍ଞା ମୁଁ ଯାଉଛି, ନମସ୍କାର। ଗୁରୁପଦ ମିସେସ୍ ମହାପାତ୍ରଙ୍କ ପାଖରୁ ଆସି ଖଟ ଉପରେ ଲମ୍ୱ ହୋଇ ଶୋଇପଡ଼ିଲା। ପରଦିନ ସକାଳେ ମିଷ୍ଟର ମହାପାତ୍ର ମିସେସ୍ ମହାପାତ୍ର ଓ ଶୀତାଂଶୁକୁ ଧରି ଗାଁରେ ପହଞ୍ଚିଲାବେଳକୁ ସମୟ ଟା ପାଖାପାଖି ହୋଇଯାଇଥିଲା। ଆଗରୁ ଖାଇବା ପିଇବାର ସବୁ ବନ୍ଦୋବସ୍ତ ହୋଇସାରିଥିଲା। ଖାଇପିଇ ସମସ୍ତେ ବିଶ୍ରାମ କଲେ, ରାତ୍ରି ଭୋଜନ ପାଇଁ ଗୁରୁପଦ ବାଲିଚନ୍ଦ୍ରପୁର ହାଟରୁ ଗୋଟିଏ ବଡ଼ମାଛ ଧରି ଘରେ ପହଞ୍ଚିଲା। ଗୁରୁପଦ ହାତରେ ବଡ଼ ମାଛଟା ଦେଖି ମିସେସ୍ ମହାପାତ୍ର କିରି କିରି ହସିଉଠିଲେ। ନିର୍ମଳା ପାଖରେ ଛିଡ଼ା ହୋଇଥାଏ। ତା' ସାମନାରେ ଛିଡ଼ା ହୋଇଥାଏ ଶୀତାଂଶୁ। ଦୀନବନ୍ଧୁ ବାରିପଟ କବାଟ ପାଖରେ ଛିଡ଼ା ହୋଇଥାନ୍ତି। ଶୀତାଂଶୁ ମନରେ ନୂତନ ଉନ୍ମାଦନା ଦେଖାଦେଉଥିଲା ପରି ଜଣା ପଡ଼ୁଥାଏ। ସେ ବାଙ୍କ ଚାହାଣୀରେ ନିର୍ମଳାକୁ ଚାହିଁଥିଲା, ନିର୍ମଳା ସ୍ମିତ ହାସ୍ୟରେ ତଳକୁ ମୁହଁ ପୋତି ଡାହାଣ ହାତର ଆଙ୍ଗୁଠିର ନଖକୁ କାମୁଡ଼ି କାମୁଡ଼ି ଛିଣ୍ଡାଉଥିଲା।